ତୃତୀୟ ପୃଥିବୀର ଉଦ୍ଭିଦ ଓ ପ୍ରାଣିସମୂହ ଓ ପ୍ରତ୍ୟେକଟି ଜୀବକୋଷରେ ଜାଗତିକ ମୂଲ୍ୟବୋଧ ପରିବର୍ତ୍ତେ ଖୁନ୍ଦି ହୋଇଯିବ ଫୁଟନ୍ତା ତୋପର ବିଚ୍ଛୁରିତ ବାରୁଦ ଗୁଣ୍ତାପରି ରେଣୁରେଣୁ ଇଲେକ୍ଟ୍ରୋନିକସ୍। ବହୁ ଉଚ୍ଚ ଶକ୍ତଶାଳୀ ତାଲିମପ୍ରାପ୍ତ କମ୍ପ୍ୟୁଟରମାନଙ୍କୁ ନିଯୁକ୍ତି ଦିଆଯାଇ ପୃଥିବୀର ପରିଚାଳନା ଭାର ସେଇ ଯନ୍ତ୍ର ଦାନବମାନଙ୍କ ହାତେ ଟେକି ଦେଇ ଅସହାୟ ପେଣ୍ଡୁଲମ୍ଟିପରି ଶୂନ୍ୟରେ ବନ୍ଧ ଭାଙ୍ଗିବାକୁ ହେବ। ତା'ବିନା ଗତ୍ୟନ୍ତର ନାଇଁ। ଏମିତି ଏକ ବଦ୍ଧ ବିଶ୍ୱାସରେ ପୂର୍ଣ୍ଣ ଆସ୍ଥା ରଖିଥିବା ଲୋକଟି ଭୟ ନାମକ ଶବ୍ଦଟି ଉପରୁ ସମସ୍ତ ଗୁରୁତ୍ୱ ହରେଇ ଦେଇ ଗୋଟିଏ ଅପ୍ରାପ୍ତବୟସ୍କ ବାଳକପରି ବେପାରଓ୍ୱା ଭାବେ ରାସ୍ତାରେ ଧାଇଁଚି। ଆଉ ମନକୁ ମନ ଗୁଣୁଗୁଣୁ ହୋଇ କହୁଚି—''ଭୟ ଏକ ବିକାର, ନାଇଁ ତା'ର କୌଣସି ଆକାର ବା ପ୍ରକାର। '' କେତେ ହଜାର ହଜାର ବର୍ଷ ଧରି ସେ ତା'ର ରାଜୁତି ଚଳେଇ ଆସିଚି ଏଇ ଭୂଖଣ୍ତରେ, କିଏ କହିବ। କେତେ ବଡ଼ ବଡ଼ ମଲ୍ଲ ଯୋଦ୍ଧା ଟଳି ପଡ଼ିଛନ୍ତି ଅସମୟରେ ତା'ର ସମ୍ମୁଖୀନ ହୋଇ ନ ପାରି। କେତେ ରୂପରେ, କେତେ ରଙ୍ଗରେ ସେ ଆସି ଦେଖାଦେଇଚି। ଧର୍ମ, ଈଶ୍ୱର, କର୍ମ; ବିଶ୍ୱାସ ନାନାବାଦ, ବିସମ୍ୱାଦ ଓ ସର୍ବୋପରି ମୃତ୍ୟୁଭୟ ଏକ ମାରାତ୍ମକ ରୋବୋର୍ଟ ପରି ମଣିଷର ସ୍ଥିତିକୁ ଅସ୍ୱୀକାର କରି, ତା'ର ବିଶ୍ୱାସର ବାରୁଦ ଘରେ ଅଗ୍ନି ସଂଯୋଗ କରି ତାକୁ ଜିଅନ୍ତା କଲବଲ କରିଚି। ଗୋଟାଏ ନିର୍ବୁଦ୍ଧିଆଙ୍କ ପରି ତା'ର କାଢ଼ୁଆପଣ ଓ ତେରେଚ୍ଛା ମୁରାଟରେ ଡରିଯାଇ ଆମେ ସମ୍ପୂର୍ଣ୍ଣ ଭାବରେ ତା' ନିକଟରେ ଆତ୍ମସମର୍ପଣ କରି ସନ୍ଧିର ପ୍ରସ୍ତାବ ବାଢ଼ିଛୁ। କେଉଁ ଏକ ଉଦାର ଚେତନାରେ ଅନ୍ଧ ହୋଇ ଥଳକୂଳ ନମାନି ତା'ର ଦାସତ୍ୱ ହାତପାତି ଗ୍ରହଣ କରିନେଇଛୁ। —ଏ କ'ଣ କମ୍ ବଡ଼ ପରାଜୟ ଓ ଗ୍ଳାନିର କାହାଣୀ। ବିପର୍ଯ୍ୟସ୍ତ ଜୀବନର ଏହା ଏକ ଦାରୁଣ ଉପହସିତ ଅନ୍ତିମ ସଂଳାପ। ଦିଗନ୍ତବିସ୍ତାରୀ ଖେଳି ଯାଇଥିବା ଭୟ ନାମକ ଶବ୍ଦଟି ଜରାୟୁର ଅସମ୍ପୂର୍ଣ୍ଣ ଭ୍ରୁଣଟିକୁ ମଧ୍ୟ ହତଚକିତ କରିଦେଇଛି। ଆସନ୍ନ ମୃତ୍ୟୁର ପ୍ରତ୍ୟାଶାରେ ଆପେକ୍ଷମାଣ ଉଦ୍ଭିଦ ଓ ପ୍ରାଣିଜଗତ ଉପରେ ତା'ର ଅନୁରୂପ ପ୍ରତିକ୍ରିୟା। କେମିତି ଏହି ସତ୍ତା ଟିକକ ପ୍ରଥମ ଥର ପାଇଁ ମଣିଷ ମନର ମୁଦା ସିନ୍ଦୁକ ଭିତରେ ପ୍ରବେଶକରି ଆତ୍ମଘାତୀ କାର୍ଯ୍ୟ କଲା, ମଣିଷର ହାତଲେଖା ଅଭିଧାନରେ ଜବରଦସ୍ତ ସ୍ଥାନଟିଏ ମାଡ଼ିବସିଲା। ସେ ସମ୍ପର୍କରେ ମିଳିଥିବା ସମସ୍ତ 'ବାଇଓଡ଼ାଟା'କୁ ଏକତ୍ର କରି, ଭିନ୍ନଭିନ୍ନ ବାଦ ବା ଥିଓରୀର ପୃଷ୍ଠପୋଷକମାନଙ୍କ ମତ୍ତକୁ ଖଣ୍ତନ କରି ଖୁବ୍ ସରଳ ଭାଷାରେ ବୁଝେଇ କହିଦେଇଛି ଯେ—ଆହାର, ନିଦ୍ରା, ମୈଥୁନ ପରି ଭୟ ଅପରିହାର୍ଯ୍ୟ। ପୃଥିବୀ ସୃଷ୍ଟି ହେବାଦିନୁ ଏହା ଅଛି ଓ ଭବିଷ୍ୟତରେ ପୃଥିବୀ ଯେତେ ତ୍ରିଭଙ୍ଗୀଠାଣିରେ ଦୃଶ୍ୟ ହେଲେ ବି ଏହା ରହିବ। ଏହାର ସମୂଳ ବିନାଶ ପାଇଁ କୌଣସି ମାରାତ୍ମକ କ୍ଷେପଣାସ୍ତ୍ର ଏଯାବତ୍ ସୃଷ୍ଟି ହୋଇପାରିନି। ଏହା ଉପରେ ଅଧିକ ଗୁରୁତ୍ୱ ଆରୋପ କରିବା ଅସମୀଚୀନ ବା ଏହାର କ୍ଳୀବତ୍ୱ ସମ୍ପର୍କରେ ନିଶ୍ଚିତ ରହି ବିଲ୍କୁଲ୍ ବେଖାତିର କରିବା ଅଯୌକ୍ତିକ। ଆକାର ବା ବିକାର ନଥିବା ଏଇ ଶବ୍ଦଟିର ମୁହଁରେ ଅଠାକାଠି ପରି ଜଡ଼ିଯାଇଥିବା କଳାଘୁମର କୁତ୍ସିତ ପର୍ଦ୍ଦାଟିକୁ ଆମକୁ ଏପରି ସାବଧାନତା ସହକାରେ କାଢ଼ି ବାହାର କରିବାକୁ ପଡ଼ିବ; ଯୁଗଯୁଗ ପାଇଁ ଯେମିତି ଗୋଟିଏ କଥା ରହିଯିବ, ମୁଖାପିନ୍ଧା ଅଭିନୟର ପୂର୍ଣ୍ଣାହୂତି ପଡ଼ିବ। ମୃତ୍ୟୁ ସମ୍ପର୍କରେ ନାନା ଲୋମହର୍ଷଣ କାହାଣୀ ଶୁଣିଶୁଣି ଆସନ୍ନ ଭୟରେ ମ୍ରିୟମାଣ ହେଉଥିବା ଜୀବକୋଷଗୁଡ଼ିକ ମୃତ୍ୟୁକୁ ଏକ